ସେମାନଙ୍କ ସଙ୍ଗରେ ଧନିଆର ନାମ ଅନ୍ତର୍ଗତ। ବଡ଼ କଷ୍ଟରେ ଧନିଆର ଘର ସଂସାର ଚଳିଲା। ତେବେ ପୁଅଟିର କିଛି ଅସୁବିଧା ହେଉ ନ ଥାଏ। ପୁଅ ବେମାରରେ ପଡ଼ିଲା। ଧନିଆ ବହୁତ ନେହୁରା ହେଇ ଡାକ୍ତରବାବୁଙ୍କୁ ଡାକି ଆଣିଲା। ସେ ତାର ଜର ଆଦି ମାପି ଔଷଧର ବ୍ୟବସ୍ଥା କରିଦେଇ ଚାଲିଗଲେ। ବହୁ କଷ୍ଟାର୍ଜିତ ଦୁଇଟି ଟଙ୍କା ସେ ଡାକ୍ତର ବାବୁଙ୍କୁ ଥରିଲା ହାତରେ ବଢ଼ାଇ ଦେଲା। ରୋଷ ଚକ୍ଷୁରେ ଅନାଇ ଦେଇ ଡାକ୍ତର ବାବୁ ଦୁଇଟି ଟଙ୍କା ଧରି ଚାଲିଗଲେ। ଧନିଆ ପିଲାଟି ପାଖରେ ପଡ଼ୋଶୀ ବୁଢ଼ୀଟି ବସାଇ ଦେଇ ଚାଲିଗଲା ରିକ୍ସା ଟାଣିବାକୁ। ଦିନସାରା ଗରାଖମାନଙ୍କୁ ଚାହିଁ ଚାହିଁ ମାତ୍ର ଦେଢ଼ୋଟି ଟଙ୍କା ଅର୍ଜିଲା ଧନିଆ। ମନେ ପଡ଼ିଲା ତାର ପୂର୍ବ କାଳର ରୋଜଗାର। ଓଃ, ଥରୁଟିଏ ହେଲେ ଭଗବାନ ସେ ସୁଯୋଗ ଦିଅନ୍ତେ କି! ସେ ଚଣ୍ତାଳ ଦୁଇ ପଇସା ନ ରଖିଲା କାହିଁକି। ଆଉ ସେ କିଛି ଭାବି ପାରିଲା ନାହିଁ। ଦିନଟୁ ସାରା ସେ ଖାଇ ନ ଥିଲା। ଆଠଣାର ଜଳଖିଆ ଓ ସଡ଼କ କଡ଼ରକଳରୁ ପେଟେ ପାଣି ପିଇଦେଲା। ପୁଅ ପାଇଁ ଫଳ ଟଙ୍କାଟିକର ଧରି ଶଶଙ୍କ ଚିତ୍ତରେ ଘରକୁ ଫେରିଲା। ପୁଅର ଅବସ୍ଥା କ'ଣ ଜାଣିବା ପାଇଁ ବ୍ୟଗ୍ର ହୋଇ ଉଠିଲା। ପଡ଼ା ଦାଣ୍ତରେ ସେ ଯେତେ ଯାହାକୁ ପଚାରିଲା କେହି କିଛି ଉତ୍ତର ଦେଲେ ନାହିଁ। ଏଥିରେ ସେ ଅଧିକ ବିଚଳିତ ହୋଇପଡ଼ିଲା। ଖୁବ୍ ଦ୍ରୁତ ଗତିରେ ଆଗେଇଲା ଧନିଆ ସଅର। ଘର ଦାଣ୍ତଦୁଆରେ ସେ ଡ଼ାକିଲା। ଦୁଆରଟି ବୁଢ଼ୀ ଫିଟାଇ ଦେଲା। ବୁଢ଼ୀ ଆଖିରୁ ଧାର ଧାର ହୋଇ ଲୁହ ବୋହି ଯାଉଥାଏ। ସେ କହିଲା—ପୁଅ ତମର ତୁମକୁ ବହୁତ ଅଭିମାନ କରି ଖୋଜିଲା, ଶୁଖିଲା ମୁହଁରୁ କଥା ବାହାରିଲା ନାହିଁ ସିନା ଆଖିରୁ ତାର ଧାର ଧାର ହୋଇ ଲୁହ ଗଡ଼ି ଚାଲିଲା। ହଠାତ୍ ତା ଗୋଡ଼ ଆଉ ହାତ ଥଣ୍ତା ଲାଗିଲା। ମୁଁ କିଛି ବାଟ ପାଇଲିନି। ଖାଲି ପାଦ ଓ ହାତକୁ ଘସି ଲାଗିଲା। ତଥାପି କିଛି ହେଲାନି, ତାପରେ ଆଖି ବୁଜିଦେଲା। ସବୁ ଶେଷ ହୋଇଗଲା। ଧନିଆ ମୂକ ପରି ଚାହିଁ ରହିଲା ଶିଶୁଟିକୁ। ହାତରେ ଥିବା ଫଳ ଗୁଡ଼ିକୁ ଗୋଟି ଗୋଟି କରି ଦାଣ୍ତକୁ ଫିଙ୍ଗିଦେଲେ। ଦାଣ୍ତରେ ବୁଲୁଥିବା ଭିକାରୀମାନେ ଗୋଟାଇ ଖାଇଦେଲେ ଫଳତକ। ବଡ଼ ରାଗ ଲାଗିଲା ଧନିଆକୁ। କେଡ଼େ ଶରଧାରେ ଫଳଗୁଡ଼ିକ ଆଣିଥିଲା ତାର ନୟନ ପିତୁଳା ପାଇଁ, ଆଉ ଖାଉଚନ୍ତି ଏ ବାରବୁଲା ଶିଶୁଗୁଡ଼ାକ। ରାଗରେ ଓ କ୍ଷୋଭରେ ମୁଣ୍ତ ବାଳଗୁଡ଼ିକୁ ହାତରେ କେରା କେରା କରି ଭିଡ଼ି ପକାଇଲେ ଧନିଆ। ବଡ଼ ହିଂସ୍ର ହୋଇଉଠିଲା ସେ। ବଡ଼ ରାଗ ଲାଗିଲା ବୁଲା ପିଲାଙ୍କ ଉପରେ। ଧାଇଁଗଲା ପ୍ରତିଶୋଧ ନେବାକୁ। ମାତ୍ର ପ୍ରତିଟି ପିଲାର ଆଖିରେ ସେ ତା ପୁଅର ମୂର୍ତ୍ତି ଦେଖି ନୀରବ ହୋଇ ଘରକୁ ଫେରିଲା। ପିଲାଟିକୁ କୋଡ଼ରେ ଧରି କେତେ କାନ୍ଦିଲା। ପଡ଼ା ଲୋକେ ଆସି ବଳ ପ୍ରୟୋଗ କରି ଧନିଆ କୋଡ଼ରୁ ପିଲାଟିକୁ ନେଇଗଲେ। ତହିଁଆର ଦିନଟାରୁ ଧନିଆକୁ ଆଉ କେହି ଦେଖିନାହିଁ। ହୃତ୍ସ୍ପନ୍ଦନ ମାନସ ବାବୁ, ଆଇ. ଏ. ଏସ୍। ପୁଅର ସ୍ୱନକ୍ଷେତ୍ର ପର୍ବ। ଜନଗହଳିରେ ଘର ଭରପୂର। ଆନନ୍ଦ କୋଳାହଳରେ ସମସ୍ତେ ପ୍ରମତ୍ତ। କ୍ଷୀରୀ, ଖେଚୁଡ଼ୀ, ସର, ପୁଳି, ପିଠା ପଣାର ସୁବନ୍ଦୋବସ୍ତ। ମାନସବାବୁଙ୍କ ଧର୍ମପତ୍ନୀ ସୁପ୍ରଭା ଅତିଥି ଚର୍ଚ୍ଚାରେ ବ୍ୟତିବ୍ୟସ୍ତ। ଅଥଚ ମାନସବାବୁ ତାଙ୍କ ଜନନୀଙ୍କ ଫଟୋ ପାଖରେ ଛିଡ଼ା ହୋଇଚନ୍ତି। ସେ ଠିଆ ହୋଇଚନ୍ତି ନିଶ୍ଚଳ ଭାବରେ, ଆଖିରୁ ତାଙ୍କର ବହିଯାଉଅଛି ଧାର ଧାର ଲୁହ। ଲୁହ ନୁହେଁ, ଛାତିରୁ ବାହାରୁଥିବା କୋହ ଆଉ ଲହୁ। ଦୁଃଖିନୀ ଜନନୀ ତାଙ୍କର। ସମାଜତ୍ୟକ୍ତା ହୋଇଥିଲେ ବିନା କାରଣରେ। ଦୋଷ ଦୁର୍ବଳତା ତିଳେ ହେଲେ ନ ଥିଲା ତାଙ୍କର। ଅଥଚ ସେ ହେଲେ ବିତାଡ଼ିତା। ଦୋଷ ତାଙ୍କର ଦାରିଦ୍ର୍ୟ ଆଉ ଦୁର୍ବଳତା ତାଙ୍କର ଜନ୍ମଭୂମିର ସହିଷ୍ଣୁତା ଗୁଣ। ମାନସଟିକୁ ଧରି ଶାଶୁ ଘରୁ ଗୋଡ଼ କାଢ଼ିଥିଲେ। ବାପ ଘରେ ଥିଲେ ଭାଇ ଓ ଭାଉଜ-। ସେମାନେ ହାତ ଧରି ଟାଣିଥିଲେ, ମାତ୍ର ବୋଝ ଉପରେ ନଳିତା ବିଡ଼ା ହେବାକୁ ସେ ଚାହିଁ ନ ଥିଲେ। ନିଜ କର୍ମକୁ ଆଦରି ସେ ଘରକୁ ଘର ବୁଲିଲେ। ତାଙ୍କୁ ଚାକିରୀଟିଏ ମିଳିଲା ନାହିଁ-। ଦୁଇଟା ପେଟ ପୋଷିବାକୁ କେହି ରାଜି ହେଲେ ନାହିଁ।